ଯେ ଜାଣେ ସେ ଚେତନ, ଯାହାକୁ ଜାଣେ ସେ ଜଡ଼। ଆମେ ଜଡ଼କୁ ଦେଖୁ ଏବଂ ଜାଣିବାକୁ ପ୍ରଭୂତ ଉଦ୍ୟମ କରୁ, କିନ୍ତୁ ଆମର ଅନ୍ତର ହୋଇପଡ଼ିଛି ଦୁର୍ବଳ। ଜଡ଼ ବିଜ୍ଞାନର ନିତ୍ୟ ନୂତନ ମନୋହର ଆବିଷ୍କାରରେ ଆମେ ପାଗଳ; ଆମେ ଅଧିକ ଜଡ଼ ପାଲଟୁଛୁ। ଭାରତୀୟ ମୁନିଗଣ ଆଧୁନିକ ବୈଜ୍ଞାନିକଙ୍କ ପରି ସତ୍ୟାନୁସନ୍ଧିତ୍ସା ନେଇ ଚେତନତତ୍ତ୍ୱ ବା ଆତ୍ମତତ୍ତ୍ୱର ଗବେଷଣା କରିଛନ୍ତି। ଦୀର୍ଘକାଳ ସାଧନା କରି ଜଗତ୍କାରଣ ଚୈତନ୍ୟକୁ ଉପଲବ୍ଧି କରିଛନ୍ତି। ଏହାର ଉପାୟସକଳ ଉପନିଷଦରେ ବର୍ଣ୍ଣିତ ହୋଇଛି। ପରପାଇଁ ଏ ଜୀବନ ସମସ୍ତେ ସ୍ୱାର୍ଥପର ଏ ଦୁନିଆରେ। ଯେ ଯାହାପାଇଁ ବ୍ୟସ୍ତ। ପରପାଇଁ କିଏ କାନ୍ଦୁଛି? ଠିକ୍ କଥା। ସମସ୍ତେ ସମସ୍ତଙ୍କପାଇଁ ବ୍ୟସ୍ତ। ନିଜେ ଖାଇଲେ ନିଜ ପେଟ ପୂରିବ। ଗୋଟିଏ କଥା ତା' ସାଙ୍ଗରେ ଯୋଡ଼ିଦିଅ—ତୁମର ପେଟ ପୂରୁ, ଆଉ ଯେଉଁମାନେ ବୃଦ୍ଧ, ରୋଗୀ, ଦୁଃଖୀ ଅଛନ୍ତି, ସେମାନଙ୍କ ପେଟ ମଧ୍ୟ ପୂରୁ। ଥରେ ପରୀକ୍ଷା କରି ଦେଖ ଯେ ତୁମେ ଯାହା ଖାଉଚ, ସେଇଥିରୁ କିଛି ଦୀନ-ଦୁଃଖୀଙ୍କୁ ଦେଲେ ତୁମ ମନରେ ଆନନ୍ଦ ଆସିବ ନିଶ୍ଚୟ। ସେଇଠି ଭାବ, ତୁମେ ଏକା ପେଟ ପୂରାଇ ଖାଇଲେ ଭଲ ହୁଅନ୍ତା ନା ସେଇଥିରୁ କିଛି ଦୁଃଖୀ ଭିକାରୀଙ୍କୁ। ଦେଲେ ଭଲ? ମନ ଭିତରେ କିଛି ଦ୍ୱନ୍ଦ୍ୱ ଆସିଲେ ତୁମେ ତାକୁ ତିନିପ୍ରକାର ପରୀକ୍ଷା କରିବ। ପ୍ରଥମେ ମହାପୁରୁଷଙ୍କ ବାଣୀ, ତା'ପରେ ଶାସ୍ତ୍ର-ବାଣୀ, ତା'ପରେ ତମର ଅନୁଭୂତି। ଏଇ ତିନୋଟି ଭିତରେ ଯଦି ପରୀକ୍ଷା କରିବ ତେବେ ଜଗତ ଜିଣିଯିବ। ଭାରତର ଜଣେ ବିଶିଷ୍ଟ ସାଧୁଙ୍କ କଥା କୁହାଯାଉଛି। ସେ ପବନ ଆହାର କରି ବର୍ଷ ବର୍ଷ ଧ୍ୟାନ କରୁଥିଲେ ବୋଲି ତାଙ୍କୁ ପଓହାରୀବାବା ଡାକନ୍ତି। ସେ ଜଣେ ସିଦ୍ଧପୁରୁଷ ଥିଲେ। ଦିନେ ତାଙ୍କ ଆଶ୍ରମରେ ଗୋଟିଏ ଚୋର ଚୋରି କରିବାକୁ ପଶିଲା। ପଓହାରୀବାବାଙ୍କୁ ଦେଖି ପଳାଇବାର ଚେଷ୍ଟା କରିବାରୁ ସେ ଚୋରକୁ ଡାକି ଜିନିଷପତ୍ର ନେବାକୁ ଅନୁରୋଧ କଲେ ଏବଂ କହିଲେ, ''ଜିନିଷଗୁଡ଼ିକ ନିଅ। ଏ ସବୁ ତମର। ନ ନେଲେ ମୋ ପ୍ରତି ଅବିଚାର ହେବ। '' ଏହା ଶୁଣି ଚୋର ସାଧୁ ପାଲଟିଗଲା। ବିବେକାନନ୍ଦ ଏହି ସାଧୁଙ୍କୁ ହରଦ୍ୱାରରେ ଭେଟିଥିଲେ। ଦିନେ ପଓହାରୀବାବା ଧ୍ୟାନରେ ବସିଛନ୍ତି, ଗୋଟିଏ ବିଷଧର ସର୍ପ ଗୋଟିଏ ମୂଷାକୁ ଗୋଡ଼େଇ ଆସିଲା ଖାଇବାକୁ। ପଓହାରୀବାବା ମୂଷାଟିକୁ ଲୁଗାଭିତରେ ଆଶ୍ରୟ ଦେଲେ। ସାପଟି ଏହା ଦେଖି ତାଙ୍କୁ ଦଂଶନ କଲା। ଶିଷ୍ୟମାନେ ସାପକୁ ମାରିବାକୁ ଆସିଲେ। ପଓହାରୀବାବା ମନା କଲେ। ସାପର ବିଷରେ ସାଧୁ ଅଜ୍ଞାନ ହେଲେ। ପୁଣି କିଛିକ୍ଷଣ ପରେ ଜ୍ଞାନ ଫେରିପାଇ କହିଲେ—''ଯାହାଦ୍ୱାରା ପ୍ରାଣୀ ଜୀବନ ଧାରଣ କରେ, ସେଥିରୁ ତାହାକୁ ବଞ୍ଚିତ କଲେ, ଯେ ରକ୍ଷାକର୍ତ୍ତା ତାକୁ ସେ ଫଳଭୋଗ କରିବାକୁ ପଡ଼େ। '' ଥରେ ଜଣେ ଅଭିଯୋଗ କଲା, 'ମନ୍ଦିରରୁ ଚୋରି ଯାଉଛି କିପରି? ସେଠାରେ ତ ଠାକୁର ଅଛନ୍ତି। ଠାକୁର କ'ଣ ତାଙ୍କର ଗହଣା, ଜିନିଷପତ୍ର ନିଜେ ରକ୍ଷା କରିବେ ନାହିଁ? ସେ ତ ସର୍ବନିୟନ୍ତା'। ସାଧୁ କହିଲା—''ଆରେ ପାଗଳା, ତୁ ସିନା 'ମୋର' 'ମୋର' ବୋଲି ପାଗଳା ହେଉଛୁ। ମଲାବେଳକୁ କିଛି ନେଉଚୁ କି? ମନ୍ଦିରରେ ଯେଉଁ ଠାକୁର, ସର୍ବଜୀବରେ ସେହି ଠାକୁର ଜୀବର ଈର୍ଷା, ଦ୍ୱେଷ, ହିଂସାଠାରୁ ସେ ବହୁ ଉପରେ। ସୁନା, ମାଣିକ୍ୟକୁ ସିନା ତୁ ମୂଲ୍ୟ ଦେଉଛୁ, ତାଙ୍କ ପାଖରେ ମଣିଷର ହୃଦୟର ଭକ୍ତି କେବଳ ମୂଲ୍ୟବାନ। ସେଇଠି ସେ ଭକ୍ତର ଭଗବାନ। ଶ୍ରୀରାମକୃଷ୍ଣ ଦେବ